ତଥାପି ସେମାନେ ମଧ୍ୟ ପ୍ରତିଷ୍ଠିତ। ଶ୍ରୀ ପ୍ରାଣନାଥ ପଟ୍ଟନାୟକ, ଶ୍ରୀ ଗୁରୁଚରଣ ପଟ୍ଟନାୟକ, ଶ୍ରୀ ବ୍ରଜନାଥ ରଥ ପ୍ରମୁଖ ଲେଖକମାନେ ଏମିତି ଗୋଟିଏ ଦିଗ ପ୍ରତି ସଚେତନ ନୁହନ୍ତି। ସେମାନଙ୍କର ଲେଖା ଆଉ ଇଶ୍ୱର-ଭକ୍ତ ଲେଖକମାନଙ୍କର ଲେଖାରେ ଗୋଟାଏ ପ୍ରଧାନ ପାର୍ଥକ୍ୟ ଅଛି। ଈଶ୍ୱର ଭକ୍ତ ଓ ଦେବାଶ୍ରିତ ଲେଖକମାନେ ପ୍ରାୟ ମାନ୍ଦାଦଳିଆ ଓ ଗଡ଼୍ଡାଳିକାର ପୂଜକ-। ଅନ୍ୟ ଶ୍ରେଣୀର ଲେଖକମାନେ ଯଥେଷ୍ଟ ସ୍ପଷ୍ଟ ଓ ନିର୍ଭୀକ। ସେମାନେ ସମଧିକ ସ୍ୱୟଂସମ୍ପୂର୍ଣ୍ଣ-। ତେଣୁ ଆମେ ଦେଖିପାରୁଛୁ ଯେ ସାହିତ୍ୟିକ ଯେତେବେଳେ ନିଜକୁ କେନ୍ଦ୍ର ନ କରି ନିଜକୁ ଅପର ଉନ୍ନତ ଈଶ୍ୱର ସତ୍ତାର ଗୋଟିଏ କ୍ଷୁଦ୍ର ଅଂଶ ବୋଲି ମନେ କରେ ସେତେବେଳେ ତାହାର ଲେଖନୀ ଶିଥିଳ। ତାହାର କଥା ଇତସ୍ତତ। ଏହାକୁ ବୁଝାଇଲେ ବିଶେଷ ଲାଭ ହେବ ନାହିଁ। ପାଠକମାନଙ୍କର ସମୀକ୍ଷାର କଷଟିରେ ଏହି ମତର ଅଟକଳ ନେଇ ହବ। ଆଜିର କଥା ନୁହେଁ। କାଳିଦାସଙ୍କ ସମୟରେ ମଧ୍ୟ ଏହି ଆରାଧନାର ପ୍ରଭାବ ସାହିତ୍ୟ ଉପରେ ଥିଲା। କବି କାଳିଦାସ କହିଥିଲେ ଯେ ଦେବଦ୍ୱିଜଙ୍କର ଦୟାରେ ତାଙ୍କର ଜିହ୍ୱାଗ୍ରରେ ସରସ୍ୱତୀ ବିରାଜମାନ କରନ୍ତି। ତେଣୁ ସେ ନୀତିକଥା ମଧ୍ୟ କହୁଥିଲେ। ସେ କହୁଥିଲେ ସେତୁବନ୍ଧ ସମୁଦ୍ରର ତୀର୍ଥ, ଗଙ୍ଗାସାଗର ତୀର୍ଥରେ ସ୍ନାନ କଲେ ବ୍ରହ୍ମହତ୍ୟା ପାପ ଦୂର ହୋଇପାରେ କିନ୍ତୁ ବିଶ୍ୱାସ-ଘାତକତା ଦୋଷରୁ ମିତ୍ର ଦ୍ରୋହୀର ମୁକ୍ତି ନାହିଁ-ନାହିଁ। ଚଳନ୍ତି ଯୁଗଟା ହେଉଛି ମିତ୍ରଙ୍କର ଯୁଗ-ମିତ୍ରଯୁଗ। ଗୋଳମାଳ ହେଲେ ଲାଉଡ଼ ସ୍ପିକର୍ ଡାକୁଛି-ସାଥିଓଁ ସାଥ୍ ଦୋ। ବାସ୍ ଆସିଗଲେ ସାଥୀ। କଥା କ'ଣ? ମାଷ୍ଟ୍ର ନମ୍ବର ଦେଲେ ନାହିଁ-ସେ ବାବୁ ମତେ ବେହେଡ଼ା କଥା କହିଲା-ଦରମା ବଢ଼ିଲା ନାହିଁ-ପରୀକ୍ଷା ଚଞ୍ଚଳ ହୋଇଗଲା ମୋର ସେଇ ଝିଅ ସାଙ୍ଗରେ ମନ ମିଶିଛି। ବାପା ଆଉ ମାମୁଁ ସେଥିରେ ବାଧା ହଉଛନ୍ତି-ସାଥିଓ ସାଥ୍ ଦୋ। ଏଇ ଡାକରା ସ୍ପଷ୍ଟ। ଏଥିରେ ଲୁଚାଛପା ନାହିଁ। ଅବା ଠକାଠକି ନାହିଁ। ତମେ ଦୋକାନର ମାଲିକ ହୁଅ ଅବା ତମର ପିଲାପିଲିଙ୍କର ଅଭିଭାବକ ହୁଅ, ପୁଲିସ ବା ହାକିମ ଯିଏ ହେଇଥାଅ-କଥା ଉଠିଲା। ଆସ ମୁକାବିଲା କର। ସମସ୍ୟାକୁ ସାମନାସାମନି ହୁଅ। କାନକୁହା ଚୁଗୁଲି ନାହିଁ। ଇଏ ଯଦି ସତୁରୀ ମସିହାର ଆଭିମୁଖ୍ୟ, ତାହାହେଲେ ଗୋପନ ପୀରତି ବୋଲି କଥାଟିଏ କୁଆଡ଼େ ବାହାରିବ? ଗୋପନତା କାହିଁକି? ଆମେ କ'ଣ ଚୋର ତସ୍କର? ଆମ ଭିତରେ ସମାଜର ଶ୍ରେଣୀର ଅବା ଧନର ପ୍ରଭେଦ ଥାଇପାରେ। କିନ୍ତୁ ଆମେ ନୂତନ ଯୁଗର ମଣିଷ ସେହି ମଣିଷ ମନର ଗଢ଼ା ଓ କୁସଂସ୍କାରରେ ଗଢ଼ା ପ୍ରତିବନ୍ଧକକୁ ଆମେ ଖାତିରି କରିବୁ ନାହିଁ। ଚାହିଁଲେ ବଳପ୍ରୟୋଗ କରିବୁ। ତା'କୁ ତମେ ଦଳ କହ-ବଳ କହ-ଜୁଲୁମ କହ। ଯାହା ଇଚ୍ଛା ତାହା କହିପାର। ନା-ନା। ଏଇ ମିତ୍ର ଯୁଗରେ ମିତ୍ରକୁ ବିରୋଧ କରି ଖତରା କରିଦେବା ଯେମିତି ଠିକ୍ ପୁଣି ସେମିତି ସେହି ମିତ୍ର ପାଇଁ ନିଜକୁ ଖତ କରି ଫୋପାଡ଼ି ଦବା ସେମିତି ଠିକ୍। ପୁରୁଣା କଥାରେ ତମେ ମାଦକତା ପାଉଥିଲ-ସତ ପାଳିବ। ଆଜି ଯଦି ପଚରାଯାଏ ତାହାହେଲେ ଉପଯୁକ୍ତ ଉତ୍ତର ହେବ ଯେ ସତଟା କ'ଣ ପାଳିବା ପାଇଁ ହୋଇଛି? ଆସ ସଖା ଆସ। ଇଚ୍ଛା ଯଦି ହେଉଛି ପୁଳାଏ ସତ୍ୟ କରି ପକାଅ। ପୁଞ୍ଜାଏ ବର ଯାଚିଦିଅ। ଆଉ ଦଶ ପଚିଶବର୍ଷ ପରେ ସେହି ସତ୍ୟକୁ ଆଉ ଯାଚିଥିବା ବରକୁ ଚକ୍ରବୃଦ୍ଧି ହାରରେ ହିସାବ କରି ପରିଶୋଧ କର। ସେଇକଥା ଖାତକ କରୁଛି। ମହାଜନ ପାଖରେ ଚୁକ୍ତିକରି ଚଢ଼ା ସୁଧ ହାରରେ ଅଳ୍ପ ଟଙ୍କା ନେଇଥିଲା। ଶୁଝିବାରେ ଲାଗିଛି ଯୁଗେ, ଦି'ଯୁଗ-ତଥାପି ମୂଳ ଶୁଝଟ ହେଇ ନାହିଁ। ତମେ ଆଇନ କରି ଦଉଛ ଯେ ସେ ଆଉ ଶୁଝିବ ନାହିଁ। ସେ ତାହାର ଅଙ୍ଗୀକାରକୁ ମାନିବ ନାହିଁ। ସେ ସଫା ମନା କରିଦବ। ଦେଶ ଓ ଜାତି ହିସାବରେ ତମେ ସାଫ୍ ସାଫ୍ କହିଦେଇପାର-ହେ, ମହାଜନର ଦେଶ-। ଆମେ ଟଙ୍କା ଆଣିଥିଲୁ ସତ। ଗରିବ ହେଇଗଲୁ। ଆଉ ସେ ଟଙ୍କାକୁ ଶୁଝିବୁ ନାହିଁ-। ତମର ଧାର କରଜ ଉଡ଼ିଗଲା। ଏହିପରି କଥାରେ ଯଦି ଆମେ ନିଜକୁ ସାବାସ ଦେଉ ତାହାହେଲେ ଏଣେ ନୂଆ ଲେଖକ ଆସି ସାଥୀ ସହଚରଙ୍କର ସମଭିବ୍ୟହାରରେ ଜଲୁମବାଜି କଲେ କ'ଣ ଆମେ କହିବା-ଏଇଟା ଭୁଲ? ଏଇ ନୀତିର ଖିଲାପ ହେଲା? ପାଠକମାନେ ଆଜି ଯଦି ବୁଲି ବୁଲି ପଚାଶ ଷାଠିଏ ସତୁରୀବର୍ଷ ବୟସର ଓଡ଼ିଆ ଲେଖକମାନଙ୍କୁ ଏଇ ପ୍ରଶ୍ନ ପଚାରନ୍ତି ତେବେ କି ଉତ୍ତର ପାଇବେ?